ମାନସ ମନ୍ଥନ ମୁଁ ଯଦି ତମକୁ ଥରେ ଦେଖନ୍ତିନା ଭଗବାନ; ତା'ହେଲେ ତମ କାନଧରି ପଚାରନ୍ତି–ବହୁ ଝିଅଙ୍କୁ ପ୍ରେମକଲେ ପାପ କେମିତି ହୁଏ? ତମେ ପରା ଦ୍ୱାପରଯୁଗରେ ଷୋଳସହସ୍ର ଗୋପନାରୀଙ୍କ ସହ ପରକୀୟା ପ୍ରେମରେ ମାତି ଦିନ-ରାତି ଚବିଶ ଘଣ୍ଟା ମସ୍ଗୁଲ ଥିଲ! ତମେପରା ନପୁଂସକ ଚନ୍ଦ୍ରସେଣାର ପତ୍ନୀ ରାଧାପାଇଁ ପାଗଳ ହୋଇଯାଉଥିଲ! ତମେ ତ ବଦ୍ଧପାଗଳ ଥିଲ। ଗୋପୀମାନଙ୍କ ପଛରେ ଗୋଡ଼େଇ, ବଂଇଶୀରେ ରାଧା ରାଧା ଡାକି କେତେବେଳେ ବୁଢ଼ା ନାଉରୀ, କେତେବେଳେ ବୁଢ଼ା ଶଙ୍ଖାରୀ ତ କେତେବେଳେ ନାପିତୁଣୀ ହୋଇଯାଉଥିଲ। ଆଉ ତମର ଏ ପ୍ରେମ ପାଗଳାମିର କଳଙ୍କ ଘୋଡ଼ାଇବାକୁ ଯାଇ ପ୍ରଚାର କରାଇ ବୁଲିଲ ପରକୀୟା ପ୍ରେମଭକ୍ତି ହେଉଛି ଭକ୍ତି ମଧ୍ୟରେ ସାର। କ'ଣ ଭଗବାନ ମୁଁ ମିଛରେ କହିଲି? ତମେ କେଡ଼େ ସ୍ଵାର୍ଥପର ସତରେ। ତମ ପାଇଁ ଏ ସବୁ ପବିତ୍ର, ଅନାବିଳ, ସ୍ୱର୍ଗୀୟ; ଆଉ ଆମପାଇଁ ପାପ, କଳଙ୍କ ଓ ବ୍ୟଭିଚାର! ତମେ ଖାଲି ପ୍ରେମ ବାଣ୍ଟି ଚାଲିଗଲ, ରାସକ୍ରୀଡ଼ା କରିଗଲ, କାରଣ ତମେ ରସରାଜ। ତମ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ସେ ଯୁଗରେ ସବୁ ପଛେଇଲେ; କାରଣ ତମେ ଭଗବାନ ବୋଲି। ପି. ସି. ସରକାର ପରି ତମେ ଜଣେ ବି ଯାଦୁକର ଥିଲ। ନାନା କିମିଆ ଜାଣିଥିଲ। ଆଙ୍ଗୁଳିରେ ଗିରି ଗୋବର୍ଦ୍ଧନ ଟେକି ପକେଇଲ, ନୁହେଁ? ଏଣୁ ତମପ୍ରତି ସେ ଯୁଗରେ ସମସ୍ତଙ୍କର ଭୟ ରହିଗଲା। ଏଇ ଦେଖୁନା, ଏ ଯୁଗରେ ଦରଦାମ୍ ବୃଦ୍ଧି, ବେକାରୀ, ହିଂସା ଯେମିତି ବଢ଼ୁଛି କିନ୍ତୁ ଲୋକମାନେ ସ୍ଵର ଉତ୍ତୋଳନ କରିବାକୁ ପଛେଇଯାଉଛନ୍ତି; କାରଣ 'ବଡ଼ଲୋକକୁ ଉତ୍ତର ନାହିଁ, ସ୍ଵର୍ଗକୁ ନିଶୁଣୀ ନାହିଁ' ବୋଲି ସିନା! ହେ ଭଗବାନ! ଥରେ ଆମଆଡ଼େ ଆସନ୍ତନି? କଇଆ ଦୋକାନରୁ କେତକୀଗୁଣ୍ଡି, ଚମନବାହାର, ଗୁଜୁରାତିଦିଆ ପାନ ଖାଇ ବିନ୍ଦୁସାଗର କୂଳ ସିମେଣ୍ଟ ଚେୟାର ଉପରେ ଟିକିଏ ବସନ୍ତେ–ଅନେକ କଥାବାର୍ତ୍ତା ଅଛି ତମ ସାଙ୍ଗରେ। ତମକୁ ସିଗାରେଟ୍ ଦିଅନ୍ତନି। ତମେ ନା ଭାରୀ ଦୁଷ୍ଟ! ମୋ' ସିଗାରେଟ୍ ନେଇ ଧୂଆଁ କୁଣ୍ଡଳିକରି ଝିଅମାନଙ୍କ ଆଡ଼େ ଛାଡ଼ନ୍ତ। ପୁଣି ଏ ଯୁଗରେ ବି କିମିଆ ଲଗେଇ ଦିଅନ୍ତ। ତମ ପାଖକୁ ଝିଅମାନେ ଚାଲିଆସନ୍ତେ। ତମେ ଟିକିଏ ମୁରୁକି ହସନ୍ତ। ମୁଁ ରାଗିଯାଆନ୍ତି। ଲୋକମାନେ ତମକୁ କମେଣ୍ଟ କରନ୍ତେ। ତମେ କହନ୍ତ–ଏ ଯୁଗ ଖରାପ, ଦ୍ଵାପରଯୁଗ ଖୁବ୍ ଭଲ ଥିଲା। ମୁଁ ଟିକିଏ ମୁରୁକି ହସି କହନ୍ତି–ତମେ ତମ କାମରେ ଲଗିଯା; ତମ ମୁହଁକୁ ତ ଲାଜସରମ ବୋଲି କିଛି ନାହିଁ। ଗରିବ ମାଇପ ସିନା ସମସ୍ତଙ୍କର ଟାପରା; ହେଲେ ତମଭଳି ବଡ଼ଲୋକ। ଏ ତ ସଉକ, ମଜଲିସ୍। ରାଗିବନି ଭଗବାନ। ଥଟ୍ଟାରେ ଏମିତି କହିଦେଲି ବନ୍ଧୁ! ବୈଜ୍ଞାନିକ ସତର୍କତା ପ୍ରକାରେ ସିଗାରେଟ୍ ପିଇବା ଦେହପକ୍ଷେ କ୍ଷତିକାରକ। ତମେ ସିନା ଅଖାଦ୍ୟ ଖାଇବାକୁ ଦେଉଛ, ଆମର କ୍ଷତି କରୁଛ, ହେଲେ ମୁଁ ତମର କ୍ଷତିକରାଇଦେବି ନି। ହିଁ, ତମକୁ ମୁଁ ପଚାରନ୍ତି–ଚା' ମଗେଇବା? ତମେ କୁହନ୍ତ–ନା, ରାମବାବୁ। ଚା' ଦରକାର ନାହିଁ। ମୁଁ ଚା' ଖାଉନି। ଚା' ଖାଇଲେ ଭୋକ ମରିଯାଏ, ନିଦ ହୁଏନି। ପେଟ ଗୋଳମାଳ ହୁଏ–ଏମିତି କେତେ ଗଣ୍ଡଗୋଳ। ଏଣୁ ତମେ ଚା' ଖାଅନ୍ତନି। ମୁଁ କିନ୍ତୁ ଚା' କପ୍ଟି ଶେଷକରି ତମ କପ୍ଟା ମଧ୍ୟ ଶେଷକରି ଦିଅନ୍ତି। ମୋର ନିଦ ଦରକାର ନାହିଁ। ତମେ ଚା' ଖାଉନା ଭୋକ ମରିଯିବ ବୋଲି। ମୁଁ କିନ୍ତୁ ଚା' ଖାଉଛି ଭୋକମାରିବାକୁ। ଏ ଦେଶରେ ଅର୍ଦ୍ଧାଧିକ ଲୋକ ଚା' ଖାଆନ୍ତି ଭୋକମାରିବାକୁ। କ'ଣ କରିବେ କୁହ? ତମର ସିନା ଅଚଳାଚଳ ଧନ ସଂପତ୍ତି ଅଛି। ଚଉଷଠି ପଉଟି ଅନ୍ନ ଖଞ୍ଜା। ହେଲେ ଆମର ଖାଲି ଅନ୍ନ ଚିନ୍ତା, ହା–ହାକାର। ଆସ ଥରେ ନା, ଦେଖାଇଦେବି ଆମେ କିମିତି ଓଦାକନା ପେଟରେ ଦେଇ ପ୍ରଗତି ସୁଅରେ ଭାସୁଛୁ। ହଁ, ଆଉ ଗୋଟିଏ କଥା ପଚାରିବି ତମକୁ। ସତ କହିବି ତ ଭଗବାନ? ତମେ ଏବେ କାହାକୁ ଭଲପାଉଛ କହିଲ? ଟିକିଏ ଚିହ୍ନେଇ ଦିଅନ୍ତିନି? ବହୁତ ଦୁଃଖ ମନରେ। ବଡ଼ଭାଇ କେହି ନାହାନ୍ତି ନା, ଭାଉଜ ନାହାଁନ୍ତି। ଅନ୍ତତଃ ସେମାନଙ୍କୁ ଟିକିଏ ଭାଉଜ ବୋଲି ଡାକିପାରନ୍ତି। ଆଉ ଯଦି ସେମାନଙ୍କର କାହାର ସାନ ଭଉଣୀ ଥାଏ ଅନ୍ତିତଃ ସେମାନଙ୍କୁ ଯଦି ଟିକିଏ ପ୍ରେମକରି ପାରନ୍ତି ତା'ହେଲେ କିଛି ମନ୍ଦ ହୁଅନ୍ତାନି ତ ଭଗବାନ! ଆଉ ଗୋଟିଏ ସଂଖ୍ୟା ବଢ଼ିଯାଆନ୍ତା। ଆଜିକାଲି ଏଠିକା ଝିଅମାନେ ପୁଅମାନଙ୍କୁ ଭାରୀ ଠକାଉଛନ୍ତି।